ଅଧର ପଣା ଲାଗି କେତେ ବେଳୁ ସରିଗଲାଣି। ହରିବୋଲ ହୁଳହୁଳି ଧ୍ୱନିରେ ସହସ୍ର ଲୋକ ଭିଡ଼ୁଛନ୍ତି ରଥ ଦଉଡ଼ି। ଡାହୁକ ଡାକି ଡାକି ଥକି ଗଲାଣି। ରଥର ଚକ ସୁଦ୍ଧା ସୂତାଏ ଚଙ୍କୁ ନାହିଁ। ଅଚଳ ମହାମେରୁଙ୍କୁ ବହି ନନ୍ଦିଘୋଷ ଅଚଳ ହୋଇ ରହିଛି। ଅଚଳ ପ୍ରାୟ ରହିଛି ତାଳଧ୍ୱଜ, ଦେବ ଦଳନ ରଥ। ବଡ଼ ଦାଣ୍ଡରେ ସୋରିଷ ପକାଇବାକୁ ରାହା ନାହିଁ। ଛାତ, ମଞ୍ଚ, ମଣ୍ଡପ ସବୁ ଆଡ଼େ ଲୋକ ଭରପୁର। ବାଳକ, ବୃଦ୍ଧ, ତରୁଣ, ସ୍ତୟୀ, ପୁରୁଷ, ଗୃହୀ, ସନ୍ନ୍ୟାସୀ, ବୈଷ୍ଣବ, ଶୈବ, ଶାକ୍ତ, ଗାଣପତ୍ୟ ଇତ୍ୟାଦି ବିଭିନ୍ନ ମତ ଓ ପଥରେ ବିଶ୍ୱାସୀ ଅଗଣିତ ଲୋକ ଏକ ଧ୍ୟାନରେ ଅପେକ୍ଷା କରିଛନ୍ତି ରଥଚଳା ଦେଖିବାକୁ। ଦିନମାନରେ ଅଗ୍ନି ବର୍ଷା ଖରା, ପ୍ରଚଣ୍ଡ ତାତି ଦେହରେ ଭେଦିଛି। କାଷ୍ଠା ଉପବାସି ଅଗଣିତ ନରନାରୀ, ମହାପ୍ରଭୁଙ୍କ ରଥ ଚଳା ଦେଖିଲେ ପାରଣା କରିବେ ବୋଲି ମନାଶ କରିଛନ୍ତି। ରଥ ଯେ ଚଳୁ ନାହିଁ? ଦଇତାପତିମାନେ ଅଦଳଆ ଘଣ୍ଟ ପିଟି ପିଟି ଝାଳ ନାଳ ଆଣ୍ଠିଏ ହେଲେଣି। କାହାଳିଆର କାହାଳୀ ସ୍ଫୁରୁ ନାହିଁ। କୀର୍ତ୍ତନିଆ ଦଳ କୀର୍ତ୍ତନର ତାଳ ହୁଡ଼ିଲେଣି ତଥାପି ହଟିଆ ହଟ କରି ବସିଛି। ନନ୍ଦିଘୋଷ ଚଳିବାକୁ ନାହିଁ। ଶେଷକୁ ସ୍ୱୟଂ ମହାରାଜା ରଥ ଦଉଡ଼ିରେ ହାତ ଲଗାଇଲେ। ମାହୁନ୍ତର ଇଙ୍ଗିତ ପାଇ ଦନ୍ତାବଳମାନେ ପଛରୁ ଠେଲିବାକୁ ଲାଗିଲେ ଶୁଣ୍ଢ ଦେଇ। ଯାହାର ଭ୍ରୂଭଙ୍ଗୀ ଚାଳନାରେ ବିଶ୍ୱ ବ୍ରହ୍ମାଣ୍ଡ ଚଳେ। ଇଚ୍ଛା କରି ସେ ନ ଚଳିରେ ତାକୁ ଚାଳିବ କିଏ? ମହାରାଜା ମହା ଭାବନାରେ ପଡ଼ିଲେ ଐଶ୍ୱର୍ଯ୍ୟର ଅହଙ୍କାର ସଂପୂର୍ଣ୍ଣ ରୂପେ ଚୂର୍ଣ୍ଣିତ ହେଲା। ଦନ୍ତରେ ତୀରଣ ଧରି ଦୀନାତି ଦୀନ ଭାବେ, ରଥର ଛାଇ ତଳେ, ପାଏଡ଼ା ପାରି ଶୋଇଲେ ଉତ୍କଳର ମହାମହିମ ସମ୍ରାଟ। ତନ୍ଦ୍ରା କାଳରେ ଛାଇ ପ୍ରାୟ ଛଟକରେ ଦୃଶ୍ୟ ହେଲେ ମହାପ୍ରଭୁ। ରଙ୍ଗାଧରରେ ସେଇ ରହସ୍ୟ ବିଜଡ଼ିତ ହସ ଟିକକ ଲାଗି ରହିଛି ଶ୍ରୀ ମୁଖରୁ ଆଜ୍ଞା ହେଲା ଅପରାଧ କ୍ଷମା ମାଗି ପାଦ ତଳେ ସାଷ୍ଟାଙ୍ଗ ପ୍ରଣାମ ନିବେଦନ କରି, ମତ୍ତ ବଳରାମ ଦାସଙ୍କୁ ବାଙ୍କି ମୁହାଣରୁ ନିଜେ ବିଜେ କରାଇ ଆଣିବୁ। ମଥାରେ। ମୋର କଳା ଶିରୀପା ବାନ୍ଧି, ନନ୍ଦିଘୋଷ ରଥ ଉପରେ ବସି ଦାସେ ଯେବେ ଆଜ୍ଞା ଦେବେ ନିଜ ମୁଖରେ ରଥ ଚଳିବାକୁ। ସେବକ ମାନ ରଖି ଭକ୍ତ ମର୍ଯ୍ୟାଦା ବଢ଼ାଇ ତେବେ ଯାଇ ବଡ଼ ଦାଣ୍ଡରେ ଚଳିବ ତିନିରଥ। ତେବେ ଯାଇ ହେବ ଶ୍ରୀ ଗୁଣ୍ଡିଚା ଯାତ୍ରାର ବିଜୟ ଉତ୍ସବ। ବଳରାମ ଦାସଙ୍କୁ ଶତ୍ରୁ ବିମର୍ଦିତ, ଶରଣ ରକ୍ଷଣ ଭୂଜ ଦଣ୍ଡରେ ଆଲିଙ୍ଗନ କରି ଝର ଝର ଅଶ୍ରୁ ବର୍ଷଣ କରୁଛନ୍ତି ଉତ୍କଳର ଚଳନ୍ତି ବିଷ୍ଣୁ, ମହାରାଜାଗଜପତି ପ୍ରତାପରୁଦ୍ର। ଦରିଦ୍ର ଦୀନ ହୀନର, ବେଶ୍ୟା ସଂଗଲାଳସୀ ପତିତର, ମହାଭାଗ୍ୟ ଆଗରେ, ନିଃସ୍ୱ କାଙ୍ଗାଳର, ଅନ୍ତର ଐଶ୍ୱର୍ଯ୍ୟ ଝଲକର ମହାରାଜ ଆଜି ନତଶିର। ବଳରାମ ଦାସ ବେଶ ବିଭୂଷଣ ହୋଇ ନନ୍ଦିଘୋଷ ରଥରେ ବସିଛନ୍ତି। ଆଖିରୁ ଧାର ଧାର ବୋହି ଯାଉଛି, ଓଠରୁ ହସ ବୋହି ପଡ଼ୁଛି। ରଥ ଉଡ଼ି ଯାଉଛି ସତେକି ପକ୍ଷୀ ପ୍ରାୟ ପବନ ପ୍ରମାଣେ। କାଳିଆର ଲୀଳା ଚାତୁରୀକୁ ଧନ୍ୟ କହିବା ସିନା? ଦୁଇଟି ସକାଳର କାହାଣୀ ସୁପ୍ରଭା ଏକ ସ୍ୱୟଂକ୍ରିୟ ମେସିନ୍ ଭଳି, ପ୍ରତ୍ୟେକଟି କାମ କରି ଯାଉଥିଲେ। ଝିପି ଝିପି ବର୍ଷା ସାଙ୍ଗକୁ କାଲୁଆ ପବନ ରାତି ପାହାନ୍ତାରୁ ଲାଗି ରହିଥିଲା, ସୌନ୍ଦର୍ଯ୍ୟ ଅଥବା ଶାନ୍ତିର